ଚାରି ବର୍ଷ ଭିତରେ ସେ ନିଜ ବୀରତା ଏବଂ ବଳ ଦ୍ୱାରା ଇତିହାସରେ ନିଜ ଉଚ୍ଚ ସ୍ଥାନ ଅଙ୍କିତ କରିଥିଲେ। ଜଣେ ମହିଳା ହୋଇ ସୁଲତାନ୍ ହେବା ସେଥିପାଇଁ ମଧ୍ୟ ବହୁତ ଜରୁରୀ ଅଟେ କି ସେ ହିନ୍ଦୁସ୍ଥାନର ପ୍ରଥମ ଏବଂ ଶେଷ ମହିଳା ସୁଲତାନ୍ ଥିଲେ। ମହିଳା ହେବା କାରଣରୁ ହିଁ ସୁଲତାନ୍ ସ୍ଥାନରେ ତାଙ୍କୁ ସୁଲତାନା ଡକାଯାଉଥିଲା। କିନ୍ତୁ ଏହି ସୁଲତାନା କୌଣସି ପ୍ରକାରେ ହିନ୍ଦୁସ୍ଥାନର ସୁଲତାନ୍‌ମାନଙ୍କ ମଧ୍ୟରେ କମ୍ ଥିଲା। ରଜିୟା ନା କେବଳ ମୁଗଲ ଶାସନ ବ୍ୟତୀତ କୌଣସି ପ୍ରକାର ବ୍ୟବସ୍ଥାରେ ହିନ୍ଦୁସ୍ଥାନ ଉପରେ ଶାସନ କରୁଥିବା ଏକମାତ୍ର ମହିଳା ଥିଲେ। ହେଲେ ବି ଇତିହାସର ପୃଷ୍ଠାରେ କିଛି ଏହିପ୍ରକାର ମହିଳାମାନଙ୍କ ଉଦ୍ଦେଶ୍ୟରେ ମିଳିଥାଏ ଯେଉଁମାନେ ନିଜ ରିୟାସତର ଗାଦିକୁ ସମ୍ଭାଳିଥିଲେ। କିନ୍ତୁ ପୁରୁଷ ପ୍ରଧାନ ସମାଜ ଏବଂ ଇତିହାସର ଲେଖକମାନେ ସେମାନଙ୍କ ନାମ କୌଣସି ସ୍ଥାନରେ ଲୁଚାଇଦେଲେ କିମ୍ବା ସେମାନଙ୍କୁ କୌଣସି ରାଜା କିମ୍ବା ସୁଲତାନ୍‌ଙ୍କ ପତ୍ନୀ ରୂପେ ଦେଖାଯାଇଥିଲା। କିନ୍ତୁ ରଜିୟା ସୁଲତାନା ନିଜ ସାହସ ଏବଂ ଶକ୍ତି ବଳରେ ଏହି ଉପାଧି ଅର୍ଜନ କରିଥିଲେ ସୁଲତାନାର ଉପାଧି। ରଜିୟା ସୁଲତାନା ଜଣେ ସାଧନ ସମ୍ପନ୍ନ ସମ୍ରାଟ ଥିଲେ। ସେ ନିଜ ଦେଶ ପାଇଁ ଶ୍ରେଷ୍ଠ ନିୟମ ଏବଂ ବିନିୟମର ନିର୍ମାଣ କରିଥିଲେ। ତାଙ୍କର ଇଚ୍ଛା ଏକ ଲୋକକଲ୍ୟାଣକାରୀ ରାଜ୍ୟ ସ୍ଥାପନ କରିବାର ଥିଲା। ପିତାଙ୍କ ଶାସନ କାଳରେ ଏବଂ ନିଜ ଶାସନର ଚାରି ବର୍ଷ ମଧ୍ୟରେ ସେ କୂଅ, ସଡ଼କ, ପୁସ୍ତକାଳୟ, ଅନୁସନ୍ଧାନ କେନ୍ଦ୍ର ଏବଂ ବିଦ୍ୟାଳୟର ନିର୍ମାଣ କରାଇଥିଲେ। ସେ ବ୍ୟାପାର ବଢ଼ାଇବା ପାଇଁ ଯାତାୟାତର ସାଧନକୁ ବୃଦ୍ଧି କରିବା ପାଇଁ ମାର୍ଗ ନିର୍ମାଣର ବିକାଶ କରିଥିଲେ। କଳା ଏବଂ ସଂସ୍କୃତି ପାଇଁ ମଧ୍ୟ ସେ ବହୁ ପ୍ରଯତ୍ନ କରିଥିଲେ। ସେ ସମୟ ସମୟରେ ପ୍ରତିଭାବାନ୍ କଳାକାର, ସଙ୍ଗୀତଜ୍ଞ ଏବଂ କବିମାନଙ୍କୁ ଶାସକୀୟ ସମ୍ମାନ ପ୍ରଦାନ କରୁଥିଲେ। ରଜିୟା ସୁଲତାନ୍ କେବଳ ମୁସଲିମ୍ ଧର୍ମ ପ୍ରତି ଅଧିକ ଭାବୁକ ନଥିଲେ। ଏକ କୁଶଳ ଶାସକ ପରି ତାଙ୍କର ସମସ୍ତ ଧର୍ମରେ ବିଶ୍ୱାସ ଥିଲା ଏବଂ ସେ ସମସ୍ତ ଧର୍ମକୁ ମାନୁଥିଲେ। କୁହାଯାଏ ଯେ ହିନ୍ଦୁ ଧର୍ମ ପ୍ରତି ତାଙ୍କର ଅଧିକ ଆସ୍ଥା ମୁସଲିମ୍ ବିଦ୍ୱାନ୍‌ମାନଙ୍କ ମନରେ ତାଙ୍କ ପ୍ରତି ଅଧିକ କ୍ରୋଧ ଜନ୍ମାଇଥିଲା। ରଜିୟା ସୁଲତାନ୍ ବହୁ ଭାଷାରେ କୋରାନ୍‌ର ଅନୁବାଦ କରାଇଥିଲେ। ଏହା ବ୍ୟତୀତ ବହୁ ସାମ୍ପ୍ରଦାୟିକ ପୁସ୍ତକାଳୟର ନିର୍ମାଣ କରିଥିଲେ। ଏହା ଛଡ଼ା ଦର୍ଶନ, ବିଜ୍ଞାନ, ସାହିତ୍ୟ ଏବଂ ଖଗୋଳ ବିଜ୍ଞାନ କ୍ଷେତ୍ରରେ ମଧ୍ୟ ଉଲ୍ଲେଖନୀୟ ଯୋଗଦାନ ଦେଇଥିଲେ। ସେ ଅନେକ ହିନ୍ଦୁ ଦର୍ଶନଗ୍ରନ୍ଥର ଅଧ୍ୟୟନ କରିଥିଲେ ଏବଂ ଶୈକ୍ଷଣିକ ସଂସ୍ଥାନରେ ସମସ୍ତ ଧର୍ମର ଗ୍ରନ୍ଥ ଏବଂ ଉପଦେଶକୁ ସାମିଲ କରିଥିଲେ। ସେ ଜଣେ ଧର୍ମନିରପେକ୍ଷ ଶାସକ ଥିଲେ। ରଜିୟାଙ୍କ ପିତା ଶାମ୍ସ-ଉଦ୍-ଦିନ୍-ଇଲ୍‌ତୁତ୍‌ମିଶଙ୍କ ମୃତ୍ୟୁ ପରେ, ରଜିୟାଙ୍କୁ ଦିଲ୍ଲୀର ସୁଲତାନ୍ ରୂପେ ଘୋଷଣା କରାଯାଇଥିଲା। ଇଲ୍‌ତୁତ୍‌ମିଶ ଏପରି ଜଣେ ଶାସକ ଥିଲେ ଯିଏ ନିଜ ପରେ କୌଣସି ଜଣେ ମହିଳା ସନ୍ତାନଙ୍କୁ ଉତ୍ତରାଧିକାରୀ ରୂପେ ନିଯୁକ୍ତ କରିଥିଲେ। କିନ୍ତୁ ମୁସଲିମ୍ ବର୍ଗଙ୍କୁ ଇଲ୍‌ତୁତ୍‌ମିଶଙ୍କର କୌଣସି ମହିଳା ସନ୍ତାନଙ୍କୁ ଉତ୍ତରାଧିକାରୀ ରୂପେ ଗ୍ରହଣ କରିବା ମଞ୍ଜୁର ନଥିଲା। ସେଥିପାଇଁ ତାଙ୍କ ମୃତ୍ୟୁ ପରେ ସାନ ପୁଅ ରୁକ୍‌ନୁଦ୍ଦୀନ୍ ଫିରୋଜ ଶାହଙ୍କୁ ରାଜସିଂହାସନରେ ବସାଇ ଦିଆଯାଇଥିଲା। ରୁକ୍‌ନୁଦ୍ଦୀନ୍‌ଙ୍କ ଶାସନ ବହୁତ କମ୍ ସମୟ ପାଇଁ ଥିଲା। ଇଲ୍‌ତୁତ୍‌ମିଶଙ୍କ ବିଧବା ଶାହା ତୁର୍କାନ୍‌ଙ୍କର ଶାସନ ଉପରେ ନିୟନ୍ତ୍ରଣ ରହିଯାଇ ପାରିନଥିଲା। ଭୋଗବିଳାସୀ ଏବଂ ଦାୟିତ୍ୱହୀନ ରୁକ୍‌ନୁଦ୍ଦୀନ୍‌ଙ୍କ ବିପକ୍ଷରେ ଜନତାଙ୍କ ମଧ୍ୟରେ ଏହି ସୀମା ପର୍ଯ୍ୟନ୍ତ ଆକ୍ରୋଶ ଜାଗ୍ରତ ହୋଇଥିଲା ଯେ ଏକ ନଭେମ୍ବର ମସିହାରେ ରୁକ୍‌ନୁଦ୍ଦୀନ୍ ତଥା ତାଙ୍କ ମାତା ଶାହା ତୁର୍କାନ୍‌ଙ୍କୁ ହତ୍ୟା କରିଦିଆଗଲା। ତାଙ୍କ ଶାସନ ମାତ୍ର ଛଅ ମାସର ଥିଲା। ଏହା ପରେ ସୁଲତାନ୍ ପାଇଁ ଅନ୍ୟ କୌଣସି ବିକଳ୍ପର ଅଭାବରୁ ମୁସଲ ମୁସଲିମାନ ମାନମାନଙ୍କୁ ଏକ ମହିଳାଙ୍କୁ ଶାସନର ବାଗଡୋର ଦେବାକୁ ପଡ଼ିଥିଲା ଏବଂ ପରେ ରଜିୟା ସୁଲତାନ୍ ଦିଲ୍ଲୀର ଶାସିକା ରୂପେ ନିୟୋଜିତ ହୋଇଥିଲେ। ଶାସନ କ୍ଷେତ୍ରରେ ରଜିୟାଙ୍କ ରୁଚି